ଉଚ୍ଚତାର ବୃଦ୍ଧି ସଙ୍ଗେ ସଙ୍ଗେ ବାୟୁମଣ୍ଡଳ ପତଳା ହୋଇଯାଏ। ବାୟୁମଣ୍ଡଳ ଓ ଅନ୍ତରୀକ୍ଷର ନିର୍ଦ୍ଦିଷ୍ଟ ସୀମାରେଖା ନଥାଏ। କାର୍ମାନ ରେଖା ବା ପୃଥିବୀ ବ୍ୟାସାର୍ଦ୍ଧର ଏକ ଦଶମିକ ପାଞ୍ଚ ସାତ ପ୍ରତିଶତକୁ ଏହି ସୀମାରେଖା ରୂପେ ବ୍ୟବହାର କରାଯାଏ। ଉଡ଼ାଜାହାଜ ତଳକୁ ଖସିଲାବେଳେ ବାୟୁମଣ୍ଡଳର ପ୍ରଭାବ ପ୍ରାୟ ଏକ ଶହ କୋଡ଼ିଏ କିଲୋମିଟର ବା ପଞ୍ଚସ୍ତରି ମାଇଲଠାରୁ ତଳକୁ ଜଣାଯାଏ। ଉତ୍ତାପ ଓ ଗଠନ ଅନୁସାରେ ବାୟୁମଣ୍ଡଳର ବିଭିନ୍ନ ସ୍ତର ଚିହ୍ନଟ ହୁଏ। ପୃଥିବୀର ବାୟୁମଣ୍ଡଳ ଓ ପ୍ରକ୍ରିୟାର ଅନୁଶୀଳନକୁ ବାୟୁମଣ୍ଡଳୀୟ ବିଜ୍ଞାନ ବା ଏରୋଲୋଜି କୁହାଯାଏ। ଲିଅନ ଟିସେରେନସ୍ ଓ ରିଚାର୍ଡ ଆସମାନ ଏହାର ପ୍ରାକ ପଥପ୍ରଦର୍ଶକ ଥିଲେ। ବାୟୁ ତଥା ପୃଥିବୀର ବାୟୁମଣ୍ଡଳର ତିନୋଟି ମୁଖ୍ୟ ଉପାଦାନ ଥାଏ ଯଥା ଯବକ୍ଷାରଜାନ ଅମ୍ଳଜାନ ଓ ଆଗ୍ରନ। ବାୟୁମଣ୍ଡଳର ସମୁଦାୟ ବସ୍ତୁତ୍ୱର ମୋଟାମୋଟି ଶୂନ ଦଶମିକ ଦୁଇ ପାଞ୍ଚ ପ୍ରତିଶତ ଜଳୀୟ ବାଷ୍ପ ଅଧିକାର କରିଥାଏ। ଜଳୀୟ ବାଷ୍ପର ସାନ୍ଦ୍ରତା ସର୍ବାଧିକ ଥଣ୍ଡା ସ୍ଥାନରେ ଆୟତନର ପ୍ରାୟ ଦଶ ପିପିଏମ ଥାଏ ଓ ଉତ୍ତପ୍ତ ତଥା ଆର୍ଦ୍ର ବାୟୁରେ ଆୟତନର ପାଞ୍ଚ ପ୍ରତିଶତ ଥାଏ। ଅନ୍ୟ ଗ୍ୟାସଗୁଡ଼ିକୁ ଶୁଷ୍କ ବାୟୁ ହିସାବରେ ଗ୍ରହଣ କରାଯାଏ। ଅନ୍ୟ ଗ୍ୟାସମାନଙ୍କୁ ନାମମାତ୍ର ଗ୍ୟାସ ଭାବରେ ନିଆଯାଏ ଯେଉଁଥିରେ ଗ୍ରୀନ ହାଉସ ଗ୍ୟାସ ଯଥା ଅଙ୍ଗାରକାମ୍ଳ ମିଥେନ ନାଇଟ୍ରସ ଅକ୍ସାଇଡ ଓ ଓଜୋନ ଥାଏ। ଫିଲ୍ଟର ହୋଇଥିବା ଗ୍ୟାସରେ ନାମମାତ୍ର ରାସାୟନିକ ଦ୍ରବ୍ୟ ଥାଏ। ଅନେକ ସ୍ଥାନୀୟ ତଥା ଋତୁ ଅନୁଯାୟୀ ପରିବର୍ତ୍ତିତ ପରିମାଣର ପଦାର୍ଥ ଏରୋସୋଲ ଆକାରରେ ପ୍ରାକୃତିକ ବାୟୁରେ ଥାଏ ଯେପରିକି ଖଣିଜ ଓ ଜୈବିକ ପଦାର୍ଥର ଧୂଳି ପରାଗ ସ୍ପୋର ବା ବୀଜାଣୁ ସାମୁଦ୍ରିକ ସ୍ପ୍ରେ ଓ ଆଗ୍ନେୟଗିରି ପାଉଁଶ। ବିଭିନ୍ନ ପ୍ରଦୂଷଣକାରୀ ପଦାର୍ଥ ଯେପରିକି କ୍ଲୋରିନ ଫ୍ଲୋରିନ ଯୌଗିକ ପଦାର୍ଥ ଓ ମୌଳିକ ପାରଦ ବାଷ୍ପ ମଧ୍ୟ ବାୟୁରେ ଥାଏ। ହାଇଡ୍ରୋଜେନ ସଲ୍ଫାଇଡ ଓ ସଲ୍ଫର ଡାଇଅକ୍ସାଇଡ ମଧ୍ୟ ପ୍ରକୃତିରୁ ତଥା କଳକାରଖାନାରୁ ଉତ୍ପନ୍ନ ହୋଇ ବାୟୁ ପ୍ରଦୂଷଣ କରେ। ଅନ୍ୟ ପକ୍ଷରେ ଉଚ୍ଚତା ଅନୁସାରେ ଉତ୍ତାପର ଏକ ଜଟିଳ ରୂପରେଖା ଦେଖାଯାଏ। ଏହା ପ୍ରାୟ ସମାନ ରହିପାରେ ବା ଉଚ୍ଚତା ବୃଦ୍ଧି ଅନୁସାରେ ଉତ୍ତାପ ମଧ୍ୟ କେତେକ ସ୍ଥଳରେ ବଢ଼ିପାରେ। ଉଚ୍ଚତା ଅନୁସାରେ ଉତ୍ତାପର ଏକ ଢାଞ୍ଚା ଦେଖାଯାଏ ଯାହା ବେଲୁନ ସାଉଣ୍ଡିଙ୍ଗ ଦ୍ୱାରା ମପାଯାଇପାରେ ଓ ଏହି ତାରତମ୍ୟ ଅନୁସାରେ ବାୟୁମଣ୍ଡଳୀୟ ସ୍ତର ଚିହ୍ନଟ କରାଯାଇପାରେ। ଏହି ପ୍ରଥା ଅନୁସାରେ ପୃଥିବୀର ବାୟୁମଣ୍ଡଳକୁ ପାଞ୍ଚଟି ସ୍ତରରେ ବିଭକ୍ତ କରାଯାଇପାରେ ଯଥା ଏକ୍ସୋସ୍ଫିଅର ଟ୍ରୋପୋସ୍ଫିଅର ସ୍ଟ୍ରାଟୋସ୍ଫିଅର ମେସୋସ୍ଫିଅର ଓ ଥର୍ମୋସ୍ଫିଅର। ଏହି ସ୍ତର ଏକ୍ସୋବେସଠାରୁ ଆରମ୍ଭ ହୁଏ ଯାହା ଥର୍ମୋସ୍ଫିଅର ଉପରେ ସମୁଦ୍ର ପତନଠାରୁ ପ୍ରାୟ ସାତ ଶହ କିଲୋମିଟର ଦୂରଠାରୁ ଆରମ୍ଭ ହୋଇ ପ୍ରାୟ ଦଶ ହଜାର କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥାଏ ଓ ତାପରେ ସୌର ପବନ ସହ ମିଶିଯାଏ। ଏହି ସ୍ତରରେ ଅତି କମ ସାନ୍ଦ୍ରତା ବିଶିଷ୍ଟ ଉଦଜାନ ହିଲିଅମ ଓ କେତେକ ଓଜନଦାର ମଲିକ୍ୟୁଲ ଯେପରିକି ଯବକ୍ଷାରଜାନ ଅମ୍ଳଜାନ ଓ ଅଙ୍ଗାରକାମ୍ଳ ଏକ୍ସୋବେସ କତିରେ ଥାଏ। ଏଠାରେ ଆଟମ ଓ ମଲିକ୍ୟୁଲଗୁଡ଼ିକ ଏତେ ଛଡ଼ାଛଡ଼ା ଥାଆନ୍ତି ଯେ ଶହ ଶହ କିଲୋମିଟର ଗଲେ ମଧ୍ୟ ପରସ୍ପର ସହିତ ଧକ୍କା ହେବାର ସମ୍ଭାବନା ନଥାଏ। ଏଣୁ ଏହି ସ୍ତର ଗ୍ୟାସ ଭଳି ନୁହେଁ ଓ ଏହାର ପାର୍ଟିକଲଗୁଡ଼ିକ ସ୍ପେସକୁ ବାହାରିଯାଆନ୍ତି। ଏଗୁଡ଼ିକ ମୁକ୍ତ ଚଳନକ୍ଷମ ପାର୍ଟିକଲ ଯାହା ବାଲିସ୍ଟିକ ଟ୍ରାଜେକ୍ଟୋରି ନିୟମ ଅନୁସାରେ ମାଗନେଟୋସ୍ଫିଅର ଓ ସୌର ପବନ ଭିତରକୁ ବାହାରକୁ ଚଳପ୍ରଚଳ ହୁଅନ୍ତି। ଏହା ପୃଥିବୀ ପୃଷ୍ଠରୁ ଦ୍ୱିତୀୟ ଉଚ୍ଚତମ ସ୍ତର। ଏହା ମେସୋପଜରୁ ଥର୍ମୋପଜ ପର୍ଯ୍ୟନ୍ତ ବ୍ୟାପିଥାଏ। ସୌର ପ୍ରତିକ୍ରିୟା ଅନୁସାରେ ଥର୍ମୋପଜର ଉଚ୍ଚତା ଅସ୍ଥିର ରହେ। ଏକ୍ସୋସ୍ଫିଅରର ତଳ ସୀମାରେ ଥର୍ମୋପଜ ଥାଏ ଓ ଏହାକୁ ଏକ୍ସୋବେସ ମଧ୍ୟ କୁହାଯାଏ। ଥର୍ମୋସ୍ଫିଅରର ତଳ ସ୍ତର ଉଚ୍ଚତାର ନାମ ଆୟୋନୋସ୍ଫିଅର। ଏହି ସ୍ତରରେ କୌଣସି ମେଘ ବା ଜଳକଣା ନଥାଏ। କିନ୍ତୁ ଅରୋରା ବୋରିଆଲିସ ଓ ଅରୋରା ଅଷ୍ଟ୍ରାଲିସ ବେଳେ ଦେଖାଯାଏ। ଏହି ସ୍ତରରେ ଆନ୍ତର୍ଜାତୀୟ ସ୍ପେସ ସ୍ଟେଶନ ତିନି ଶହ କୋଡ଼ିଏରୁ ଚାରି ଶହ ପଚାଶ କିଲୋମିଟର ଭିତରେ ଘୁରୁଥାଏ।